ଦୁଇ।: ଆଗେ ଚାଲନ୍ତୁ ସେ ସ୍ତ୍ରୀ ଲୋକକୁ ଭେଟିବା। ତାପରେ ଜାମିନ ଓ ଓକିଲ କଥା। ନିଜର ନିଷ୍ପତ୍ତି ଶୁଣାଇଲା ଭଳି ଲୋକନାଥର ସ୍ତ୍ରୀ ପୂର୍ଣ୍ଣିମା କହିଲେ। ମୁଁ କହିଲି, "ଆଗେ ତ ତୁମେ ଲୋକନାଥକୁ ଭେଟିବା ଦରକାର। ସେ ଖୁବ୍ ଭାଙ୍ଗିପଡ଼ିଛି। ଥାନା ଅଫିସର ତମ କଥା ଶୁଣି ଜାମିନ ମଂଜୁର କରିପାରନ୍ତି...। " ମୁଁ ପୂର୍ଣ୍ଣିମାଙ୍କୁ ବୁଝେଇବାକୁ ଚେଷ୍ଟା କଲି। ସେ କିନ୍ତୁ ମୋ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଗଳା ଉଚ୍ଚା କରି କହିଲେ, "ତାଙ୍କୁ ଭେଟି ଲାଭ କଣ? ମୋ କଥା ଆପଣ ମାନନ୍ତୁ। ଆଗେ ସେ ସ୍ତ୍ରୀଲୋକଙ୍କୁ ଭେଟିବା ପରେ ଯାଇ ଯୋଉ କଥା। " ପୂର୍ଣ୍ଣିମାଙ୍କର ମୁହଁ ଥମଥମ ଦିଶୁଥାଏ। କିନ୍ତୁ ତାଙ୍କ କଣ୍ଠର ଦୃଢ଼ତା ଏତେ ଟିକେ କ୍ଷୁଣ୍ଣ ହୋଇ ନ ଥାଏ। ମୁଁ ଆଉ କ'ଣ କହିବାକୁ ଯାଉଥିଲି ତାଙ୍କର ମୁହଁକୁ ଚାହିଁ କହିପାରିଲି ନାହିଁ। ଅସହାୟତା ଓ ନିଷ୍ଫଳ ଆକ୍ରୋଶ ମଣିଷକୁ ଚିଡ଼ିଚିଡ଼ା କରିଦିଏ। ପୂର୍ଣ୍ଣିମା ତେଣୁ ମୋର ସାମାନ୍ୟ ପ୍ରତିବାଦରେ ଚିଡ଼ିଯାଇଥିଲେ।। ମୁଁ ତାଙ୍କର ଦୁର୍ଦ୍ଦଶା ଉପଲବ୍ଧି କରିପାରୁଥିଲି। ସ୍ୱାମୀଙ୍କ ଖବର ଶୁଣି ସେ ସାଙ୍ଗେ ସାଙ୍ଗେ ଟ୍ୟାକ୍ସିଟେ ଧରି ପଳେଇ ଆସିଛନ୍ତି। ଏବେ ତାଙ୍କର ଅବସ୍ଥା ସୂତା ଛିଣ୍ଡିଥିବା ଗୁଡ଼ିର ଅବସ୍ଥା ପରି। ସେ ଥୟ ଧରି ପାରୁ ନଥାଆନ୍ତି। ମୁଁ ପ୍ରସ୍ତାବ ଦେଲି, "ଆଗେ ଥାନାକୁ ଯାଇ ପଟ୍ଟନାୟକ କନେଷ୍ଟବଳଠାରୁ ସେ ସ୍ତ୍ରୀଲୋକର ଠିକଣାଟା ବୁଝିନେବା। " ଗତକାଲି ବୁଧାକୁ ଭେଟିବି ବୋଲି ମୁଁ ମଧ୍ୟ ଚିନ୍ତା କରିଥିଲି। ମାତ୍ର ତାହା ସମ୍ଭବ ହୋଇ ନଥିଲା। ତାଛଡ଼ା ତାକୁ ଭେଟିଲେ ଯେ ସମସ୍ୟାର ସମାଧାନ ହେବ ସେ କଥା ବି ମୁଁ ଚିନ୍ତା କରୁ ନଥିଲି। ଯିଏ ଅଭିଯୋଗ କରିଛି ତାକୁ ଭେଟିବାର ଅର୍ଥ କଣ ହୋଇପାରେ? ଏହାଦ୍ୱାରା ବରଂ ସେ ବେଶୀ ଉତ୍ସାହିତ ହେବ। କିନ୍ତୁ ପୂର୍ଣ୍ଣିମାଙ୍କ ସହ ଯୁକ୍ତିତର୍କ କରିବାର ମାନସିକତା ଆଜି ମୋର ନ ଥିଲା। ପଟ୍ଟନାୟକ ଆମକୁ ଦେଖି ବିସ୍ମିତ ହେଲା। ମୁଁ ତା ହାତ ଧରିପକେଇ କହିଲି, "ଭାଇ! ଆମକୁ ଟିକେ ସାହାଯ୍ୟ କର। " ସେ ହସିଲା। ମାପିଚୁପି ବେପାରୀ ହସିଲା ପରି ସେ ହସ। ମୁଁ ତା ପକେଟରେ କିଛି ନୋଟ୍ ଖୋସିଦେଲି। ସେ ଖୁସି ଦିଶିଲା ଓ ବୁଧାର ଠିକଣା ବତେଇ ଦେଲା। ମୁଁ ପୂର୍ଣ୍ଣିମାଙ୍କୁ କହିଲି, "ମୁଦେଇ ଘରକୁ ଯିବା ଆଗରୁ ଜଣେ ଓକିଲ କି ଆଇନକାନୁନ ବୁଝୁଥିବା ଲୋକକୁ ସାଙ୍ଗରେ ନେଇଗଲେ ଭଲ ହୁଅନ୍ତା। ସ୍ତ୍ରୀଲୋକଟା ବିପଜ୍ଜନକ ହୋଇଥିଲେ ଓଲଟି ଆମ ଉପରେ ଦୋଷାରୋପ କରିବ, ତାକୁ ପ୍ରଭାବିତ କରିବାକୁ ଯାଇଥିଲେ ବୋଲି ଅଭିଯୋଗ କରିବ। " ପୂର୍ବଥର ପରି ଏଥର ବି ପୂର୍ଣ୍ଣିମା ମୋ କଥାରେ ଏକମତ ହେଲେ ନାହିଁ। ସେ କାଳବିଳମ୍ବ ନ କରି ବୁଧାକୁ ଭେଟିବାକୁ ଚାହୁଁଥିଲେ। ଗୋଟିଏ ଗୁମ୍ଫା ପରି ଦିଶୁଥିବା ଚାଳଛପର ପଲାଟିରେ ବୁଧା ମୁଦୁଲି ରହୁଥିଲା। ପିଲାଟିର ଚାରିପାଖ ଖୁବ୍ ଅପରିଷ୍କାର। ପଚା ନର୍ଦ୍ଦମା ପାଣି ସେଇ ପଲା ସାମ୍ନା ଦେଇ ଗଡ଼ିଯାଉଛି-। ପାଖକୁ ଗାଡ଼ି ଯାଇପାରିବ ନାହିଁ। ରାସ୍ତାକଡ଼ରେ ଗାଡ଼ି ରଖି ଆମେ ଓହ୍ଲେଇଲୁ। ସୁଭାଷକୁ କହିଲି, 'ତୁ ଥା, ଆମେ ଆସୁଛୁ। ' ପୂର୍ଣ୍ଣିମାଙ୍କ କେଶବାସ ଅସ୍ତବ୍ୟସ୍ତ ଦିଶୁଥାଏ। ମୁଣ୍ଡବାଳ ନୁଖୁରା, ଲୁଗା ଲୋଚାକୋଚା, ମୁହଁ ବିଷଣ୍ଣ। ମାତ୍ର ଚାଲିବାବେଳେ ସେ କ୍ଳାନ୍ତ ଜଣାପଡ଼ୁ ନଥାନ୍ତି। ମୋତେ ପଛରେ ପକେଇ ସେ ଆଗେ ଆଗେ ମାଡ଼ିଯାଉଥାନ୍ତି। ଦିନ ଦିପହରଟାରେ ବି ବୁଧା ମୁଦୁଲିର ଘର ଦିଶୁଥାଏ ପାହାଡ଼ ଖୋଲ କି ଗଛ କୋରଡ଼ ପରି ଅନ୍ଧାର। ଆମ ଦୁହିଁଙ୍କୁ ଦେଖି ବୁଧା ସଙ୍କୁଚିତ ହୋଇ ଗୋଟାଏ କୋଣକୁ ଘୁଞ୍ଚିଗଲା। କୋଳର ଛୁଆଟାକୁ ଚଟାଣରେ ଶୁଆଇଦେଇ ଠିଆ ହୋଇପଡ଼ିଲା। ମୁଁ ପଚାରିଲି, 'ତମର ନାଁ ବୁଧା ମୁଦୁଲି? ' ସେ ମୁଣ୍ଡ ଟୁଙ୍ଗାରିଲା।: ତମ ସାଙ୍ଗରେ ଦି' ପଦ କଥା ଅଛି। –ପୂର୍ଣ୍ଣିମା କହିଲେ। ମୁଁ ସେଇ ସମୟ ଭିତରେ ବୁଧା ମୁଦୁଲିର ପଲା ଚାରିଆଡ଼େ ନଜର ବୁଲେଇ ଆଣିଲି। ଚାରିଆଡ଼େ ବୁଢ଼ିଆଣୀ ବସା। ଚାଳଛପର ମଝିରେ ମଝିରେ ଉଡ଼ିଯାଇଚି। ବର୍ଷାପାଣି ନିଗିଡ଼ି ଘର ଭିତରଟା ସନ୍ତସନ୍ତିଆ ଲାଗୁଛି। ଆମେ ଆସିଲାବେଳକୁ ବୋଧହୁଏ ବୁଧା ତାର ସାନଛୁଆକୁ ଖୁଆଇ ଦେଉଥିଲା। ଅଇଁଠା ଜାଉ ଟୋପା ଟୋପା ହୋଇ ଚଟାଣରେ ପଡ଼ିଛି।